ଆଦର କରି କହିଲେ କି ଘରକରଣା କରୁଛୁ ରାଣୀ ଯେ ନିଜ ପ୍ରତି ଟିକିଏ ଯତ୍ନ ନେଇ ପାରୁନୁ? ଗଲୁ, ମୁଣ୍ଡ ବାନ୍ଧି ଲୁଗାପଟା ପିନ୍ଧିଲୁ, ମୁଁ ଟିକିଏ ସିନେମା ଯିବି ଆଜି। ତୁ ବି ଚାଲ। ଚାଲ ରାଜାବାବୁ, ଚାଲ ଯିବା ଚାଲ। କଣ୍ଠରେ ପ୍ରତିବାଦ ଭରି ଛାୟା କହିଲେ ମୋର ତ କେତେ କାମ, କୁଆଡ଼େ ଯିବି ମୁଁ। ତୁମେ ମଫସଲରୁ ଆସିଛ, ତୁମେ ବରଂ ଯାଇ ଦେଖି ଆସ। ଛାୟାଙ୍କ ଓଠରେ ପରିହାସ ବୋଳା ହସ। ଗାଲ ଫୁଲାଇଲେ ଅନନ୍ତ ଆଚାର୍ଯ୍ୟ। କହିଲେ ଉଃ, ଭାରି ତ ସହରିଆଣୀ ତୁ। କେତେ ଯେ ଭଲମନ୍ଦ ଦେଖୁ ସେକଥା ତତେ ଦେଖିଲେ ଖୁବ୍ ଜାଣି ପାରେ। କାମ, କାମ, ଆଉ କାମ। ଏଇତ ହେଲା ତୋ ଜୀବନର ସର୍ବସ୍ୱ। କିଛି ମୁଁ ଶୁଣିବିନି। ଆଉ ଅଳ୍ପ ସମୟ ଅଛି। ଖୁବ୍ ଭଲ ଛବି। ମୋ ସାଙ୍ଗରେ ନିଶ୍ଚୟ ତତେ ଯିବାକୁ ପଡ଼ିବ। ଆଉ ବେଶୀ ପ୍ରତିବାଦ କରି ପାରିଲେନି ଛାୟା। ଚଞ୍ଚଳ ପାଦରେ ଚାଲିଗଲେ ସିଏ ଅନ୍ୟ ଘରକୁ। ଅଧ ଘଣ୍ଟା ଭିତରେ ପୁଣି ଲେଉଟି ଆସିଲେ। ଆକାଶ ନୀଳ ବନାରସୀରେ ଖୁବ୍ ସୁନ୍ଦର ଦିଶୁଥିଲେ ଛାୟା। ଘରୁ ବାହାରି ପଡ଼ିଲେ ରାଜା, ଅନନ୍ତ ଭାଇନା ଆଉ ଛାୟା। ଘରର ବଡ଼ କଳା ରଙ୍ଗର କାରଟା ରାଜା ଅଳ୍ପ ସମୟ ଆଗରୁ ବାହାରକୁ ଆଣି ଝଡ଼ାପୋଛା କରି ରଖି ଦେଇଥିଲା। ଆଜିକାର ଏଇ ଭୀମ ସେତେବେଳକୁ ସେ ଆମ ଘରେ ଆସି ଛ' ମାସ ରହିଲାଣି। ଅଳକାକୁ ଧରିବା ପାଇଁ ସେ ଆସିଥିଲା। ଛାୟା ଭୀମକୁ ଭାରି ଭଲ ପାଏ। ଶୁଭେନ୍ଦୁ ନୀଳେନ୍ଦୁଙ୍କ ପରି ସମାନ ସ୍ନେହ ପାଏ ଭୀମ ଛାୟାଙ୍କଠାରୁ। ସେଇ ଭୀମ ପାଖରେ ଅଳକାକୁ ରଖି ଛାୟା ଏମାନେ ଆସିଲେ ସବୁ ସିନେମା ଦେଖି। ସେମାନେ ହଲ୍‌ରେ ପହଞ୍ଚିଲା ବେଳକୁ ହଲ୍‌ଟା ଅନ୍ଧାର ହୋଇ ଯାଇଥିଲା। ଛାୟା ଯେଉଁଠି ବସିଥାଏ ତା'ର ଗୋଟିଏ ପଟେ ରାଜା ଓ ଅନ୍ୟ ପାଖେ ଅନନ୍ତ ଭାଇନା। କିଛି ସମୟ ପରେ କର ଲେଉଟାଇ ଘୂରି ବସିଲେ ରାଜା। ମୁହଁରେ ତା'ର ଫୁଟି ଉଠିଲା ବିରକ୍ତିର ସୁସ୍ପଷ୍ଟ ରେଖା। ରାଜାଙ୍କର ଅସ୍ୱସ୍ତିକୁ ଛାୟା କିନ୍ତୁ ଅନୁଭବ କରି ପାରିଲେ। ମୁହଁ ଫେରାଇ ଚାହିଁଲେ ସିଏ ରାଜାର ମୁହଁକୁ। ଅଧୀର କଣ୍ଠରେ ରାଜା କହି ଉଠିଲେ ମୋ ମୁଣ୍ଡ ଖୁବ୍ ବିନ୍ଧୁଛି ଭାଉଜ। ମତେ କିଛି ଭଲ ଲାଗୁନି। ମୁଁ ଘରକୁ ଯିବି। ରାଜାଙ୍କ କଥା ଶୁଣି ସାମାନ୍ୟ ଶବ୍ଦ କରି ହସି ଦେଲେ ଛାୟା। ବାଁ ହାତରେ ରାଜାଙ୍କର ଗୋଟିଏ ହାତକୁ ଚାପି ଧରି ବସାଇ ରଖିଲେ। ତା' ପରେ ତୀର୍ଯ୍ୟକ ଦୃଷ୍ଟି ହାଣି କହିଲେ ହଁ ଖୁବ୍ ସହଜ ଗଳାରେ କହିଲେ ଅଶାନ୍ତ ହୁଅନି ରାଜା, ବସ। ଆଚ୍ଛା ରାଜା କୁହ ତ, ସାମନା ଚେୟାରରେ ତୁମ ଭାଇନାଙ୍କ ପାଖରେ ଯେଉଁ ଝିଅଟି ବସିଛି ସେ କିଏ? କିଏ ସେ? ଏଁ, ଭାଇନା ଭାଇନା କାହାନ୍ତି ମ? ଚାଲିଯିବା ଭାଉଜ, ଅଳକା କାନ୍ଦୁଥିବ। ଏଥର କୁଆଡ଼େ ଆହୁରି ଶବ୍ଦ ତୋଳି ହସି ଉଠିଥିଲେ ଛାୟା। କହିଥିଲେ ପାଗଳାମି କରନି ରାଜା। ମୁଁ ଭଲ କରି ଜାଣେ, ମୁଁ ତୁମ ଭାଇନାଙ୍କୁ ଦେଖିବାର ବହୁ ପୂର୍ବରୁ ତୁମେ ତାଙ୍କୁ ଦେଖି ନେଇଛ। ଆଜି ସେଇଥିପାଇଁ ମୁଣ୍ଡ ତୁମର ବିନ୍ଧି ଉଠିଲା। ଅଧୀର ନ ହୋଇ ବସ ତୁମେ। ସିନେମା ସରିବା ପରେ ହଲ୍‌ଟା ଭାସିଗଲା ଆଲୋକ ବନ୍ୟାରେ। ଦର୍ଶକ ସମାବେଶ ଭାଙ୍ଗିଲା। କିଛି କ୍ଷଣ ପରେ ଛାୟା ଏମାନେ ମଧ୍ୟ ଚେୟାର ଛାଡ଼ି ଉଠିଲେ। ଫିସ୍ ଫିସ୍ କଣ୍ଠରେ ଛାୟା ରାଜାଙ୍କ କାନରେ କହିଲେ ରାଜା ମୋ ଭାଇନାଙ୍କୁ ମୁଁ କହିଥିଲି ତୁମ ଭାଇନା କଟକ ଯାଇଛନ୍ତି ବୋଲି, କିନ୍ତୁ ଏଇକ୍ଷଣି ଦେଖା ହୋଇଯିବ ସେ ଦୁହିଁଙ୍କର। ପୁରୁଷ ପ୍ରଳୟ କରେ, ନାରୀ ଆଣେ ସ୍ଥିତି। ଅନେକ କିଛି କୈଫିୟତ୍ ଦେଖିବାକୁ ପଡ଼ିବ ମତେ, ଯେହେତୁ ପ୍ରଳୟକୁ ମୁଁ ଭଲ ପାଏନି। ତା' ଆଗରୁ ମତେ ଥରେ କୁହ କିଏ ସେ ଝିଅଟି। ରାଜା ସେଦିନ କ୍ରୁଦ୍ଧ କଣ୍ଠରେ କହିଥିଲା ପୋଲିସ ଇନ୍‌ସପେକ୍ଟର ସୁରେଶ ମହାନ୍ତିଙ୍କ ବିଧବା ଭଉଣୀ ପ୍ରତିମା। ତା' ପରେ ଆମେ ସମସ୍ତେ ଏକତ୍ର ହୋଇଗଲୁ ହଲ୍ ବାରଣ୍ଡାରେ। ମୁଁ ଅବାକ୍ ଆଖିରେ ଚାହିଁଲି ଛାୟାର ମୁହଁକୁ। ସେପର୍ଯ୍ୟନ୍ତ ଧରି ରହିଛି ପ୍ରତିମା ମୋର ଗୋଟିଏ ହାତକୁ। ଛାୟାର ଆଖିରୁ ଝରୁଥିଲା ଘୃଣାର ରାଶି ରାଶି ଅଗ୍ନି କଣିକା। ସେଇ ଆଖିରେ ମିଶିଗଲା ମୋର ଲଜ୍ଜାନତ ଆଖି ଦୁଇଟି। ତା' ପରେ ଗୋଟି ଗୋଟି କରି ସମସ୍ତଙ୍କ ମୁହଁରେ ମୋର ଆଖି ପଡ଼ିଲା। ଏସବୁ ରାଜାର କାରସାଦି ଭାବି ଦେହ ମନ ମୋର ଜଳିବାକୁ ଲାଗିଲା।